ଘରଟିରେ ଦୁଇଟି ଝରକା, ଦୁଇଟି ସ୍କାଇଲାଇଟ, ଦୁଇଟି ଅଳିନ୍ଦ। ବିଭିନ୍ନ ଡିଜାଇନରେ ସ୍କ୍ରିନ। ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି। ରହିଥିବା ଲୋକଟି ଖୁବ୍ ସହଜରେ ବୁଝିପାରିବ, ଭୟ କେମିତି ଏକ ବିକଟାଳ ଶବ୍ଦ। ବିକୃତ ପକ୍ଷୀଟିଏ ପରି ବାରମ୍ୱାର ସେ ଆସି ଝରକାର ରେଲିଂକୁ ଶକ୍ତ କରି ଧରି ଘର ଭିତରକୁ ନିରେଖି ଚାହିଁବ। ଆଉ ଏମିତି ରାଉରାଉ ସ୍ୱରରେ ବୋବାଳି ଛାଡ଼ିବ ଯେ ନ ଦେଖିଲା ଲୋକର ବି ହଂସା ଉଡ଼ିଯିବ। ଦିନ ଯେତିକି ବେଗବାନ ଅଶ୍ୱଶାବକ ପରି ଧାଇଁ ପଳାଉଥିବ, ଲୋକଟିର ନିଜ ଉପରୁ ଆସ୍ଥା ତହିଁର ଦ୍ୱିଗୁଣିତ ହୋଇ ତୁଟି ଯାଉଥିବ। ସେ ଘରର ସମସ୍ତ ଉପକରଣ ଓ ସେ ଘରେ ମହଜୁଦ୍ଥିବା ଆତ୍ମବିଶ୍ୱାସର ପ୍ରତ୍ୟୟ ଓ ତହିଁର ସାମଗ୍ରିକ ସତ୍ତାକୁ ଆବୋରି ବସିଥିବା କାଚ ପାଚେରୀ ଟିକିଟିକି ହୋଇ ଭାଙ୍ଗିପଡ଼ିବ। ନିଜେ ବଞ୍ଚିଚି କି ମରିଛି ଜାଣିବାପାଇଁ ଲୋକଟି ତା' ସିଧାସଳଖ ଲମ୍ୱ ନାକପାଖେ ହାତର ପାପୁଲିକୁ ମାଡ଼ି ଧରିବ। ହୃତ୍ପିଣ୍ତର କମ୍ପନକୁ ମାପିବାପାଇଁ ମନର ସୂକ୍ଷ୍ମ ତନ୍ତ୍ରୀରେ ତିଆରି ଉଚ୍ଚ ଶକ୍ତିଶାଳୀ ଷ୍ଟେଥୋଟିଏ ବ୍ୟବହାର କରିବ ଓ ଭୟଙ୍କର ଶବ୍ଦଟିଏ ଆପେ ଆପେ ତା'ର ପାଟି ଭିତରୁ ଫୁଟି ବାହାରି ପଡ଼ିବ। ବାରମ୍ୱାର ସେ ନିଜ ମନକୁ ବୁଝାଇବାକୁ ଯାଇ କହିବ, 'ଆସିଲି, ଦେଖିଲି ଏବଂ ଜୟକଲି। ' ଚଳିତ ଶତାବ୍ଦୀର ଅପରାହ୍ନ ଓ ଆଗାମୀ ଶତାବ୍ଦୀର ପ୍ରାକ୍କାଳରୁ ମଧ୍ୟଭାଗରେ ଯେଉଁ ବିରାଟ ଗର୍ତ୍ତଟିଏ ସୃଷ୍ଟି ହୋଇଯାଇଚି, ସେଇ ଗର୍ତ୍ତ ଗହ୍ୱରରେ ପଡ଼ି ନର୍କବାସ ଭୋଗୁଥିବା ପ୍ରତ୍ୟେକ ପ୍ରାଣୀର ଅବସ୍ଥା ଆଜି ଅନୁରୂପ। ଗୋଟାଏ ପଟେ ବହୁବାଦର ସମନ୍ୱୟ, ବହୁ ବିଶ୍ୱାସର ପୁଞ୍ଜି ଓ ଅନ୍ୟ ପଟେ ମଣିଷର ସକଳ ବଡ଼ିମାକୁ ଅସ୍ୱୀକାର କରି ଯନ୍ତ୍ର ରାକ୍ଷସର ପ୍ରାଦୁର୍ଭାବ। ଦୁଇ ଶକ୍ତିଶାଳୀ ବିରୋଧାଭାଷ ମଝିରେ ଥିବା ଏ ଯୁଗର ଅସହାୟ ମଣିଷ ଆଜି ଆପଣା ହସ୍ତେ ଜିହ୍ୱାଛେଦି ନୀତିରେ ଲଣ୍ତଭଣ୍ତ ହୋଇ ପ୍ରଚଣ୍ତ ବେଗରେ ଧାଇଁବାରେ ଲାଗିଚି। ଧାଇଁ ଧାଇଁ କୌଣସି ପ୍ରକାରେ ପଳାଇବାହିଁ ଜୀବନ। ଆତ୍ମରକ୍ଷା ହିଁ ଏକମାତ୍ର ସତ୍ୟ। ଏବଂ ଆତ୍ମପ୍ରବଞ୍ଚନା ଧୋକାବାଜି ହୋଇପାରେ; କିନ୍ତୁ ତାହା ହିଁ ବିବର୍ତ୍ତନର ପରମ୍ପରାରେ ସରୀସୃପେତର ଜୀବନର ଜିନ୍ଦାବାଦ। ସମୟ ଅସମୟ ନମାନି, ନୀତି ଆଦର୍ଶର ସବୁ ବନ୍ଧ ବାଡ଼ ଭାଙ୍ଗି ରତି ସମ୍ଭୋଗରେ ଶକ୍ତି ଅପଚୟ କଲାବେଳେ, ବନ୍ଧୁମାନଙ୍କ ମେଳରେ ଧୂଆଁ ପିଇ ପିଇ ଦେଶ ବିଦେଶର ରାଜନୀତିକ, ସାମାଜିକ ଓ ସାହିତ୍ୟିକ ପ୍ରଶ୍ନର ଉତ୍ତର ହାଲୁକା ମନରେ ଖୋଜି ବାହାର କରି ବସିଲାବେଳେ ଅଫିସର ଅଧଃସ୍ତନଙ୍କ ରୋଗା ବିବର୍ଣ୍ଣ ମୁହଁକୁ ସମସ୍ତଙ୍କ ଅଜଣାନ୍ତରେ ନିରେଖି ଦେଖିଲାବେଳେ, ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ହାତୁଡ଼ିର ଆଓ୍ୱାଜ ପରି ମନ ଭିତରେ କଚାଡ଼ି ହୋଇପଡ଼େ। ''କ'ଣ ପାଇଁ ନୟନ୍ତକ ଦଉଡ଼? କି ସ୍ୱାର୍ଥରେ ଅନ୍ଧହୋଇ ତୁ ଏକମୁହାଁ ହୋଇ ପାହାଡ଼ ଚଢ଼ୁଛୁ? ତୋର ବହୁ ପଛରେ କେତେ ଜଣା ଅଜଣା ଲୋକେ ମଲା କଙ୍କଡାଙ୍କ ପରି ମାଟି କାମୁଡ଼ି ପଡ଼ି ରହିଲେଣି। ଏକବାଗିଆଙ୍କ ପରି ତୁ ଖାଲି ଧାଇଁ ଚାଲିଚୁ। କାହା କଥା ବୁଝୁନାହୁଁ। କାହାରି କଥା ତୋତେ ଭଲ ଲାଗୁ ନାହିଁ। ତୋ ମନକୁ କିଛି ପାଉନି। '' ଲୋକଟିର ମନରେ ଅନେକ ଆବୁଡ଼ା ଖାବୁଡ଼ା ପ୍ରଶ୍ନ। କୌଣସିଟିର ସମାଧାନ ନାହିଁ। ଗୋଟିକ ଉପରେ ଅନ୍ୟଟିର କରାମତି। ହୃଦୟ ଦେଇ କେତେ ଚେଷ୍ଟା କରିଛି ସବୁକିଛିକୁ ସହଜଭାବେ ବୁଝିବାକୁ। ଦୁଶ୍ଚିନ୍ତାରେ ସମୟ ଖର୍ଚ୍ଚ ନକରି ଶାନ୍ତିରେ ନିଃଶ୍ୱାସ ମାରିବାକୁ। ଟିକିନିକି କରି